ପି.। ତାଙ୍କ ଚକ୍ଷୁରେ ଯେମିତି ଅଗ୍ନି ଝଲକର ପ୍ରାରମ୍ଭିକ ସୂଚନା ଫୁଟି ଉଠୁଥିଲା। ତାଙ୍କର ଏଇ ଚିତ୍କାର ଶତ୍ରୁଜିତଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିଲା। ଜିପ୍ଭିତରେ ବସିଥିବା ଆଉ। ଜଣ ପୋଲିସ କର୍ମଚାରୀଙ୍କ ଉପରୁ ଦୃଷ୍ଟି ଫେରାଇ ସେ କହିଲେ, 'ମୋତେ କିଛି କହିବାକୁ ଚାହୁଁଛନ୍ତି? ' ଶତ୍ରୁଜିତଙ୍କର ଏଇ ଉତ୍ତରରେ ତାଙ୍କର କ୍ରୋଧ ଯେମିତି ଆହୁରି ବଢ଼ିଗଲା। ସେ ଉତ୍ତେଜିତ ହୋଇ କହିଲେ, 'ଜୟନ୍ତୀ ମହାପାତ୍ରକୁ ରକ୍ଷା କରିବା ଉଦ୍ଦେଶ୍ୟରେ, ତାଦ୍ୱାରା ଯେମିତି ହତ୍ୟା ପରେ ହତ୍ୟା ସଂଗଠିତ କରି ଚାଲିଛନ୍ତି ମୁଁ ବାଧ୍ୟ ହୋଇ ଆପଣଙ୍କୁ। ' 'ମୁଁ କିନ୍ତୁ ଆପଣଙ୍କ କଥା ବୁଝପାରିଲି ନାହିଁ, ଆଜ୍ଞା! ' ଶତ୍ରୁଜିତ ଜିଜ୍ଞାସାପୂର୍ଣ୍ଣ ଦୃଷ୍ଟିରେ ତାଙ୍କୁ ଚାହିଁ କହିଲେ। 'ଜୟନ୍ତୀ ମହାପାତ୍ର ବିପକ୍ଷରେ ପୋଲିସ ସଂଗ୍ରହ କରିଥିବା ଏକମାତ୍ର ସାକ୍ଷୀ ସ୍ନେହଲତା ପାତ୍ର ମର୍ଡ଼ର ହେଇଛି। ' 'ଏସ୍. ପି. ସାହେବ! ' ଶତ୍ରୁଜିତ ଅସମ୍ଭବ ଭାବରେ ଚମକି ଉଠିଲେ। 'ଏଇ। ମାତ୍ର ଘଣ୍ଟାଏ ପୂର୍ବରୁ। ମୋର ଯେତେ ଦୂର ବିଶ୍ୱାସ, ଆପଣ ମି: ପାତ୍ରଙ୍କ ଘରୁ.। ' ଶତ୍ରୁଜିଙ୍କ ଚକ୍ଷୁରେ ପୁଞ୍ଜିଭୂତ ବିସ୍ମୟ ଯେମିତି ଜମାଟ ବାନ୍ଧିଆସୁଥିଲା। ଏସ୍. ପି. ସାହେବଙ୍କ କଥା ସେ ଅବିଶ୍ୱାସ କରି ପାରୁ ନ ଥିଲେ। 'ତଥାପି ବି ମୁଁ ଆପଣଙ୍କୁ ସହାନୁଭୂତି ଜଣାଉଛି, ମି: ଶତ୍ରୁଜିତ! କୁହନ୍ତୁ, ଆପଣ ଜୟନ୍ତୀ ମହାପାତ୍ରକୁ କୋଉଠି ଲୁଚାଇ ରଖିଛନ୍ତି? ମୁଁ ଚାହେଁନା ତା'ପରି ଜଣେ ବ୍ଲାକମେଲର ଗାର୍ଲ ଆପଣଙ୍କ ସହାୟତାରେ ପୋଲିସ ଆଖିରେ ଧୂତି ଦେଇ ଗୋଟାଏ ପରେ ଗୋଟିଏ ହତ୍ୟାକାଣ୍ଡ ସୃଷ୍ଟି କରି ଚାଲୁ। ତଥାପି ଯଦି ଆପଣ ଆପଣଙ୍କ ନିଷ୍କତ୍ତିରେ ଅଟଳ ରହନ୍ତି ଗୋଟାଏ ହତ୍ୟାକାରୀଣୀର ସହାୟକ ଭାବେ ମୁଁ ଆପଣଙ୍କୁ ଏଇ ମୁହୂର୍ତ୍ତରେ ଆରେଷ୍ଟ କରିବି। ' ଗଭୀର ଭାବରେ ମ୍ରିୟମାଣ ହେଇପଡ଼ିଥିଲେ ଶତ୍ରୁଜିତ। ଏସ୍. ପି. ଙ୍କର ଧମକ ତାଙ୍କୁ ଯେତେ ଭୀତତ୍ରସ୍ତ କରି ନ ଥିଲା, ଅପ୍ରତ୍ୟାଶିତଭାବେ ସ୍ନେହଲତାର ହତ୍ୟା ତାଙ୍କୁ ସେତିକି ପରିମାଣରେ ବ୍ୟସ୍ତ ଚକିତ କରିଥିଲା। 'ମି: ଶତ୍ରୁଜିତ! ମୋର ବିଶ୍ୱାସ, ମୋ କଥାର ଗୁରୁତ୍ୱ ଆପଣ ନିଶ୍ଚୟ ଉପଲବ୍ଧି କରିପାରୁଥିବେ। ତେଣୁ ଆଉ ଅଯଥା ବିଳମ୍ବ ନ କରି ଆମ ଜିପ୍ରେ ଉଠିଆସନ୍ତୁ। ଜୟନ୍ତୀ ମହାପାତ୍ରକୁ ସମର୍ପଣ କରିସାରିବା ପରେ ଆପଣ ନିଶ୍ଚିନ୍ତ। ' 'ସ୍ନେହଲତାର ମୃତ୍ୟୁ ସମ୍ବାଦ ଆପଣ ପାଇଲେ କେତେବେଳେ? ' 'ସେ କୈଫିୟତ ମୁଁ ଆପଣଙ୍କୁ ଦେବାକୁ ବାଧ୍ୟ ନୁହେଁ। ଆପଣ ଗାଡ଼ି ଉପରକୁ ଉଠୁଛନ୍ତି କି ନାହିଁ? ' ଏସ୍. ପି. ଙ୍କର ଏଭଳି ବ୍ୟବହାରରେ ଶତ୍ରୁଜିତ କିନ୍ତୁ ଉତ୍ତେଜିତ ନ ହୋଇ କହିଲେ, 'ତଥାପି ବି ଆପଣ ଭ୍ରମ ଭିତରେ ରହିଛନ୍ତି, ଆଜ୍ଞା! ଜୟନ୍ତୀ ମହାପାତ୍ରକୁ ମୁଁ ଗୋପନ କରି ରଖିନାହିଁ। ' 'ମିଷ୍ଟର ଶତ୍ରୁଜିତ! ' 'ଆତ୍ମରକ୍ଷା କରିବା ଭଳି ସତ୍ସାହସ ମୋର ଅଛି। ଆଉ ଶେଷ ସୁଦ୍ଧା ଜୟନ୍ତୀ ମହାପାତ୍ରକୁ ମୁଁ ଯେ ରକ୍ଷା କରିପାରିବି, ଏ ବିଷୟରେ ଆପଣ ନିଶ୍ଚିତ ରହିପାରନ୍ତି। ' ଏତକ ଶେଷ କରି ଶତ୍ରୁଜିତ ବାଇକ୍ରେ ଷ୍ଟାର୍ଟ ଦେବାକୁ ଲାଗିଲେ। 'ମିଷ୍ଟର ଶତ୍ରୁଜିତ! ' 'ମୁଁ ଆପଣଙ୍କ ସହିତ ମିସେସ୍ ପାତ୍ରଙ୍କ ହତ୍ୟାର ଅନୁସନ୍ଧାନ କରିଯିବାକୁ ପ୍ରସ୍ତୁତ ଅଛ। ' ଶତ୍ରୁଜିତ ଇମିତି ଭାବରେ କଥାଟି ଆରମ୍ଭ କଲେ ଯାହା ଫଳରେ ଏସ୍. ପି. ସାହେବ ହଠାତ୍ କିଛି କହି ନ ପାରି ନୀରବ ହେଇଗଲେ। ଶତ୍ରୁଜିତ କିନ୍ତୁ ଅପେକ୍ଷା ନ